ସହସା ତା ମୁଖମଣ୍ଡଳରେ ଏକ ଲଜ୍ଜାର ଆସ୍ତରଣ ଖେଳିଗଲା। ରୂପର ସମ୍ଭାର ଧରି ସତେ କଣ କାମଦେବ ଉପସ୍ଥିତ? ସେ ବକ୍ର ନେତ୍ରରେ ଅନାଇଲା ମହାରାଜାଙ୍କ ଆଡ଼େ। ଋଷି ଆଶ୍ରମର କଠିନ ନିୟମରେ ପରିଚାଳିତାହୋଇ ସେ ତା ମନକୁ ଆୟତ କରିବା ଶିଖିଛି। ତାର ଲଜ୍ଜାବନତ ମୁଖ ଗମ୍ଭୀର ହୋଇଉଠିଲା। ମହାରାଜଙ୍କ ପଦ ଚଞ୍ଚଳ ହୋଇ ଉଠିଲା ଯୁବତୀର ବକ୍ର ଚାହାଣୀ ଲକ୍ଷ୍ୟ କରି। ସେ ମନେକଲେ ସତେ ଯେପରି ପୃଥିବୀ ତାଙ୍କୁ ଆହ୍ୱାନ କରୁଛି–ନୀରବରେ କହୁଛି, ଆସ ପ୍ରିୟ! ଉପଭୋଗ କର ମୋର ଉଦ୍ଦାମ ଯୌବନକୁ। ଶାନ୍ତକର ଯୌବନ ପୀଡ଼ିତ ଯୁବତୀର ଅଙ୍ଗଲତାକୁ। ମହାରାଜ ସେହି ଯୁବତୀ ନିକଟରେ ପହଞ୍ଚିବା ପୂର୍ବରୁ ଯୁବତୀ ଟିକିଏ ପଛକୁ ଘୁଞ୍ଚିଗଲା-। ମହାରାଜ କହିଉଠିଲେ, ଭୟ କରନା ଯୁବତୀ। ତୁମ ସମ୍ମୁଖରେ ଏ ରାଜ୍ୟର ମହାରାଜ ଉପସ୍ଥିତ। ସେ ଚାହାନ୍ତି ତୁମେ ତୁମ ହୃଦୟ ସିଂହାସନରେ ତାଙ୍କୁ ଅଧିଷ୍ଠିତ କରାଅ। ମହାରାଜ। ଚାହୁଁ ଟିକିଏ ବିଶ୍ରାମ। ସିଦ୍ଧ ସାଧକ ବାରାହୀପୁତ୍ତ ଦେଖିଲେ ମା ବାରାହୀଙ୍କ ମୁହଁରେ ତଡ଼ିତ୍ ଭଳି ଏକ ହାସ୍ୟରେଖା ଫୁଟି ଉଠି ଲିଭିଗଲା। ସାଧକ କୁଣ୍ଡଳଯୁକ୍ତ ତାଙ୍କର ଲମ୍ୱା କାନ ଦୁଇଟିକୁ ହଲାଇ ଆକୁଳ ସ୍ୱରରେ କହିଲେ ନା ମା! ତୋର ଏ ନୂତନ ଲୀଳାକୁ ତୋର ପୁତ୍ର ସହ୍ୟ କରିପାରିବ ନାହିଁ-। ଆଉ କିଛିକାଳ—ଆଉ କିଛିକାଳ ତୁ ଅପେକ୍ଷା କର। ହଠାତ୍ କାହାର କ୍ରନ୍ଦନ ଧ୍ୱନୀ ତାଙ୍କ ଶୃତି ପଥାରୂଢ଼ ହେଲା। ଜଣେ ସ୍ତ୍ରୀଲୋକ କାନ୍ଦୁଛି। କିଏ ସେହି ସ୍ତ୍ରୀଲୋକ। ରାତ୍ର ଅର୍ଦ୍ଧାଯାମ ପରେ କାହିଁକି ସେ ମନ୍ଦିର ନିକଟରେ କାନ୍ଦୁଛି? କଣ ହୋଇଛି ତାର? ତରତର ହୋଇ ସାଧକ ଉଠିଗଲେ ମନ୍ଦିର ବାହାରକୁ। ମନ୍ଦିର ବାହାରେ ବେଢ଼ାର ଚତୁର୍ଦ୍ଦିଗକୁ ସେ ଅନାଇଲେ। ତାଙ୍କର ଯେପରି ମନେହେଲା ଏକ ଅସ୍ପଷ୍ଟ କଳାଛାଇ ଦକ୍ଷିଣ ପାଖ ପାଚେରୀରେ ମିଶି ଏକ ହୋଇଗଲା। ବିସ୍ମିତ ହୋଇ ସେହିଠାରେ କିଛି ସମୟ ସେ ଛିଡ଼ା ହେଲେ-। ମା ବାରାହୀଙ୍କ ପ୍ରସାଦରେ ନିର୍ଭୟ ଚିତ୍ତ ସେ। ତଥାପି ପରିସ୍ଥିତି ତାଙ୍କ ଦୃଢ଼ ଚିତ୍ତକୁ ଚଞ୍ଚଳ କରି ପକାଏ। ଜୀବନର ଅଧିକାଂଶ ସମୟ ଗତ ହୋଇ ଗଲାଣି ତାଙ୍କର। ମସ୍ତିଷ୍କର କୃଷ୍ଣ କେଶ ପୁଳାକ ଶୁକ୍ଳ ହେବାକୁ ଲାଗିଲାଣି। ଦୀର୍ଘଦିନ ବାରାହୀଙ୍କ ପାଖରେ ତନ୍ତ୍ର ସାଧନା କରି ସାଧକ ଆରାଧ୍ୟା ଏକ ହେଇ ଯାଇଛନ୍ତି। କୌଣସି କାମନା ତାଙ୍କର ଅପୂର୍ଣ୍ଣ ନାହିଁ ଯାହାକି ବାରାହୀଙ୍କୁ ଜଣାଇବା ମାତ୍ରେ ପୂର୍ଣ୍ଣ ନ ହୋଇଛି। ଦେବୀଙ୍କ ପ୍ରସାଦରେ ତାଙ୍କ ପୂର୍ବ ସୂରୀଙ୍କ ଭଳି ଉଡ଼୍ର ଦେଶକୁ ଦୀର୍ଘକାଳ ସେ ଆଲୋକିତ କରି ଆସିଛନ୍ତି। ମାତ୍ର ଦେବୀ ଆଜି ବିମୁଖ ଉଡ଼୍ର ଦେଶରେ ପୂର୍ବଭଳି ତାଙ୍କ ଲୀଳା ବିସ୍ତାର କରିବାକୁ। କେଉଁକାଳୁ ବୌଦ୍ଧମାନେ ଲାଞ୍ଛିତ ହୋଇ ଚାଲିଗଲେଣି। ବୌଦ୍ଧମାନଙ୍କ ପରେ ପାଳି ପଡ଼ିଛି ତାଙ୍କର। ବହୁ ତନ୍ତ୍ର କ୍ଷେତ୍ରରୁ ସିଦ୍ଧ ତାନ୍ତ୍ରିକମାନେ ତାଙ୍କର ତନ୍ତ୍ରଶାସ୍ତ୍ର ଧରି ଦୂରକୁ ପଳାଇ ଗଲେଣି। ତାଙ୍କ ଦ୍ୱାରା ଆରାଧିତ ବହୁ ଦେବୀ ବୈଷ୍ଣବ ମତରେ ଆରାଧିତା। ବଜ୍ର ମତ ଆଦି ବଜ୍ର ମତରେ ପହଞ୍ଚିଲାଣି। ବଜ୍ରଯାନୀମାନେ ଅପସରି ଯିବାରୁ ବ୍ରଜ ମତ ପ୍ରବଳ ହୋଇ ଉଠୁଛି। ବଜ୍ରଯାନୀଙ୍କ ଦାୟାଦ ରାଉଳ, ମାଳୀ, ଭୋପାମାନେ ହରାଇ ବସିଲେଣି ଦେବତାଙ୍କ ପୂଜା ଭାର। କେବଳ ସେବା ଛଡ଼ା ସେ ପୂଜା କରିପାରିବେ ନାହିଁ। ଏଥିପାଇଁ ଦାୟୀ କିଏ? ଦାୟି କଣ ସେହି ରାଉଳ, ମାଳୀ, ଭୋପାମାନେ ନୁହନ୍ତି? ଦେବତାର ପୂଜା ନାମରେ ବ୍ୟଭିଚାର ରକ୍ତାକ୍ତ ଶକଟ